ତା'ପରେ ଗୁରୁପଦ ଦେହରେ ଯେଉଁ ଚମକ ଖେଳିଲା ତାହା ଗୁରୁପଦକୁ ସବୁ ଦିନ ପାଇଁ ଦୋହଲାଇ ଦେଇଥିଲା। ଋତୁ ପରିବର୍ତ୍ତନ ହେଲା ଭଳି ଗୁରୁପଦ ପରିବର୍ତ୍ତିତ ହୋଇଗଲା। ଆକାଶର ରଙ୍ଗ ଭିନ୍ନ। ମଣିଷର ମନ ବି ଭିନ୍ନ? ଭିନ୍ନ ରଙ୍ଗ ଭିନ୍ନ ମନ, ମନ କିନ୍ତୁ ଏକ। କିନ୍ତୁ ଏଇ ପୃଥିବୀରେ ନାରୀର ଜନ୍ମ କେବଳ ସୃଷ୍ଟି ପାଇଁ। ତେଣୁ ସେ ସୃଷ୍ଟି ଧାତ୍ରୀ। ଏଇ ନାରୀ ପାଇଁ ଅନେକ କିଛି ପୃଥିବୀରେ ଘଟିଛି, ପରିବର୍ତ୍ତନ ହୋଇଛି। ଯୁଦ୍ଧ ଲାଗିଛି, ସମାଧାନ ହୋଇଛି। ଏବେ ବି ଇତିହାସ ତା'ର ଜ୍ୱଳନ୍ତ ପ୍ରମାଣ ରଖିଛି। ଏବଂ ରଖୁଥିବ ମଧ୍ୟ। ନାରୀ ପାଖରେ ଅସୀମ ଶକ୍ତି ଅଛି ଯାହା କି ପୁରୁଷ ପାଖରେ ନାହିଁ। ନାରୀ ସହିଷ୍ଣୁ, ପୁରୁଷ କିନ୍ତୁ ଅସହିଷ୍ଣୁ। ସୁନ୍ଦରୀଟିଏ ଦେଖିଲେ ପୁରୁଷ ମନ ଚହଲି ଯାଏ, ଲୋମ କୂପ ଟାଙ୍କୁରି ଉଠେ, ଦେହଟା ଶୀତେଇ ଉଠେ, ମନଟା ଚଞ୍ଚଳ ହୋଇଉଠେ। ସେ ଅନେକ କିଛି ଭାବି ପକାଏ। ଗୁରୁପଦ ଅନେକ ରାତିରେ ଶୋଇଲା। କାହିଁକି ଯେ ତା'କୁ ନିଦ ହେଲା ନାହିଁ ସେ ଜାଣି ପାରିଲା ନାହିଁ ଝାପ୍ସା ଚନ୍ଦ୍ରକିରଣ ଝରକା ଭେଦକରି ଘର ଭିତରେ ପଡ଼ିଛି। ବିଲେଇଟା ସୁଟ୍କେଶ ଉପରେ ନୀରବ ଗମ୍ଭୀର ଭାବେ ବସିଛି। ଆଖି ଦି'ଟା ତା'ର ଚକ୍ ଚକ୍ ମାରୁଛି। ଏହି ଶଙ୍ଖି ବିଲେଇଟା ସତରେ ଭାରି ଉପକାରୀ। ମୂଷା ବଂଶକୁ ଧ୍ୱଂସ କରି ସାରିଲାଣି। ପ୍ରଥମେ ଯେଉଁ ମୂଷାମାନେ ପ୍ରବଳ ପ୍ରତାପ ଦେଖାଉଥିଲେ ଏବେ ସେମାନେ ଶଙ୍ଖି ବିଲେଇ ପାଖରେ ଶିକାର ହୋଇଛନ୍ତି। ଶଙ୍ଖି ବିଲେଇ ସେମାନଙ୍କୁ ମାରି ତା' ଆତ୍ମା ଶାନ୍ତି କରିଛି। ଆଉ ଯେଉଁ କେତେଟା ମୂଷା ଅଛନ୍ତି ସେମାନେ ଏ ବିଲେଇ ଭୟରେ ଘର ଭିତର ମାଡ଼ୁ ନାହାନ୍ତି। ବିଚରା ବିଲେଇ ଭାରି ହଇରାଣ ହେଉଛି। କ'ଣ ବା ସେ କରିବ? ପେଟ ପାଇଁ ସମସ୍ତଙ୍କ ଚିନ୍ତା। ସେ ବା କେମିତି ବାଦ ଯିବ? ସେ ବସିଥିଲା। ଗୁରୁପଦ କଡ଼ ନେଉଟାଇଲା। ଖଟ ଉପରେ କେତେଟା ମାଗାଜିନ୍ ବିଶୃଙ୍ଖଳିତ ଭାବରେ ପଡ଼ିଛି। ପଡ଼ିଥାଉ। ଆଖିକୁ ନିଦ ଆସୁନି। କିଛି ସମୟ ପାଇଁ ଖଟ ଉପରେ ଉଠି ବସିଲା। ଟେବୁଲ ଉପରୁ ରିଷ୍ଟ୍ଓ୍ୱାଚ ଆଣି ଦେଖିଲା ରାତି ସାଢ଼େ ଦୁଇଟା। ଚେୟାରଟା ଟାଣି ଆଣି ଝରକା ଆଡ଼କୁ ମୁଁହ କରି ଖୋଲା ଆକାଶକୁ ଚାହିଁଲା ଗୁରୁପଦ। ଆକାଶରେ ଜହ୍ନ। ତା' ଚତୁଃପାର୍ଶ୍ୱରେ ଅସଂଖ୍ୟ ତାରକାମାଳ। ଏଇ ଜହ୍ନ, ଏଇ ଆକାଶ, ଏଇ ନକ୍ଷେତ୍ର,ଏଇ ପୃଥିବୀ, କେତେ ସୁନ୍ଦର। କେତେ ବିଚିତ୍ର ଦୃଶ୍ୟମାନ ଭଗବାନଙ୍କର, ଏ ବିଚିତ୍ର ସୃଷ୍ଟିର ଧରାଧାମରେ ମାନବର ସୃଷ୍ଟି ଆହୁରି ବିଚିତ୍ରମୟ। ଆକାଶରେ ଏ ଜହ୍ନମାମୁଁ ଶତାବ୍ଦୀ ଶତାବ୍ଦୀ ଧରି ରହି ଆସୁଛି। ଆକାଶର ଏ ବେଶ୍ ଲୋଭନୀୟ ଉପଗ୍ରହଟି। ପୃଥିବୀର ଚାରିପଟେ ଘୁରୁଛି ଅନବରତ। କ'ଣ ତା'ଠୁ ପାଉଛି ସେ ଜାଣିଛି। ସେ ପଢ଼ୁଛି, ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଛି ଏବଂ ପୃଥିବୀ ଚାରିପଟେ ଚନ୍ଦ୍ର ଘୂରୁଛି, ନିଜର ଆଲୋକ ନଥିଲେ ମଧ୍ୟ ଅନ୍ୟଠାରୁ ଆଲୋକ ଆଣି ବିତରଣ କରୁଛି। ଦାନୀ ଖୁବ୍ ଦାନୀ। ପରୋପକାରୀ ଜହ୍ନମାମୁଁଟି। ଅନ୍ୟର ସେବା କରିବା ପାଇଁ ସତେ ଯେପରି ତା'ର ଜନ୍ମ। ବହୁ ଆଗରୁ ଦେଇ ଆସୁଛି ଏବଂ ଦେଇ ଆସୁଥିବ ମଧ୍ୟ। ସତେ ଯେପରି ତା' ନିୟମରୁ ସେ ବିଚ୍ୟୁତ ହେବାକୁ ଚାହୁଁନି? ପରଠାରୁ ମାଗି ଆଣି ଅନ୍ୟକୁ ଦେଇ ସେ ଆନନ୍ଦ ପାଇଥାଏ। ଚେୟାର ଉପରୁ ଉଠିଲା ଗୁରୁପଦ। ବିଛଣାରେ ଗଡ଼ି ପଡ଼ିଲା କେତେବେଳେ ନିଦ ଆସିଲା ଜାଣି ପାରିଲା ନାହିଁ। ଏବେ ଗୁରୁପଦ, ମହାପାତ୍ର ସାହାବଙ୍କ କ୍ୱାଟର ପଛପଟେ ଯେଉଁ ଦୁଇଟି ଆଟାଚ୍ ରୁମ୍ ଅଛି ସେଠି ରହୁଛି। କିନ୍ତୁ ମିସେସ୍ ମହାପାତ୍ର ଏହାକୁ ପସନ୍ଦ କରୁନାହାନ୍ତି। ଅନେକ ଥର ଗୁରୁପଦକୁ ଡାକି କହିଲେଣି ଆପଣ ଆଉ ସେଠି ରୁହନ୍ତୁ ନାହିଁ। ଆମ ପରିବାର ସହିତ ମିଶି ରୁହନ୍ତୁ। କିଛି ଅସୁବିଧା ହେବ ନାହିଁ। ତୁମ ସାହାବଙ୍କୁ ମୁଁ ବହୁଥର କହିଲିଣି, ସେ କହିଛନ୍ତି ଗୁରୁପଦ ବାବୁଙ୍କୁ ପଚାର। ମୋର କୌଣସିଥିରେ ଆପତ୍ତି ନାହିଁ। ତାଙ୍କର ଅମାୟିକ ବ୍ୟବହାର ଏବଂ ହସ ହସ ମୁହଁ ଏବଂ ସରଳ ନିରାଡ଼ମ୍ୱର ଚାଲିଚଳନରେ ଖୁସି ହୋଇ କାଠଯୋଡ଼ି ସେପାଖରୁ ଏ ପାଖକୁ ଆଣିଲି। ତୁମେ ଏଥର ତାଙ୍କ କଥା ବୁଝ।